କର୍ମନିଷ୍ଠା ବଳରେ ସେ ପ୍ରମୋଶନ ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ତାଙ୍କୁ ବିଭାଗୀୟ ମନ୍ତ୍ରୀ ମହୋଦୟଙ୍କୁ ଧରାଧରି କରି ସେହି ସୁବିଧାରୁ। ବଞ୍ଚିତ କରିବାର ଚେଷ୍ଟା କରାଯାଇଥିଲା। ଏସ୍ବୁ ଚକ୍ରାନ୍ତ ଜାଣି ମଧ୍ୟ ତାଙ୍କର ପ୍ରତିକାର କରିବାର କୌଣସି ଉପାୟ ନ ଥିଲା। କାରଣ ଏ ଦେଶର ଶାସନ ଶୃଙ୍ଖଳା ଏକବାର ଦୁର୍ନୀତିଗ୍ରସ୍ତ ହୋଇ ପଡ଼ିଥିଲା। ସେ ସ୍ଥିର କଲେ, ପୋଲିସ ବିଭାଗ ତରଫରୁ ଏଭଳି ଦଳକୁ ଧରିବାର ଉଦ୍ୟମ କରିବା କେବଳ ନିଷ୍ଫଳ ଆୟୋଜନ। ତେଣୁ ସେ ପୋଲିସ ବିଭାଗ ଅନ୍ତରାଳରେ ଏକ ଗୁପ୍ତ ସଂସ୍ଥା ଗଠନ କରିବାରେ ଲାଗିପଡ଼ିଲେ। ସେ ଦେଖିଲେ ଏ ଦଳର କଳ କୌଶଳ ଏଭଳି ଅଲୌକିକ ଯେ, ଏହା ଭିତରେ ପ୍ରବେଶ ନ କଲେ ସହଜରେ ଏହାର ଅଭିସନ୍ଧି ଜଣାପଡ଼ିବ ନାହିଁ। ତେଣୁ ଏହି ଦଳର ଦୁର୍ବଳତାର ଆଶ୍ରୟ ନେବାକୁ ପଛଘୁଞ୍ଚା ଦେଲେ ନାହିଁ। ତା ପରେ ସେ ସମ୍ବାଦ ପାଇଲେ, ଏହି ଦଳର ଫରେନ୍ କ୍ୱାଲିଫାଏଡ୍ ଡାକ୍ତରଙ୍କ ଉପରେ ବିଶେଷ ଲୋଭ ରହିଛି। ତେଣୁ ମୋତେ ସେଥିରେ ଉପଯୁକ୍ତ କରିବା ପାଇଁ ଏଫ୍. ଆର୍. ସି. ଏସ୍. ଡିଗ୍ରୀ ହାସଲ ପାଇଁ ପଠାଇଲେ। ସେହିଠାରୁ ମୁଁ ସମସ୍ତଙ୍କ ଅଜାଣତରେ ଗଳି ସ୍ମଟ୍ଲାଣ୍ଡ ୟାର୍ଡ଼। ତା ପରେ ଏ ଭିତରକୁ ମୁଁ ଯେଉଁଭଳି ଭାବରେ ଆସିଲି ଆଉ ଏମାନଙ୍କୁ ବିଶ୍ୱାସ ଦେଖାଇ କିପରି ମୋର କାର୍ଯ୍ୟ ହାସଲ କଲି, ତାହା ନିଶ୍ଚୟ ଅଜଣା ନାହିଁ। ଏଠାକୁ ଆସିଲା ପରେ ଆସ୍ତେ ଆସ୍ତେ ଏ ଦଳର ଅନେକ କଥା ମୁଁ ଜାଣିପାରିଲି। ଆଉ ସେଥିରେ ସହଯୋଗ କଲେ ଲୀଳା ସନ୍ନ୍ୟାଲ। କାରଣ, ତାଙ୍କୁ ଯେଉଁ ଚକ୍ରାନ୍ତ ଭିତରେ ଏଠାରେ ପକାଯାଇଥିଲା, ସେଥିରୁ ଉଦ୍ଧାର ପାଇବାକୁ ଆଉ ତାଙ୍କର ଉପାୟ ନ ଥିଲା। କିନ୍ତୁ ବଡ଼ ଆଶ୍ଚର୍ଯ୍ୟର କଥା, ସେ ମୋତେ ଖୁବ୍ ଅଳ୍ପଦିନ ଭିତରେ ଜାଣି ନେଇଥିଲେ। କାରଣ ମୋର ଗତିବିଧି ନିରୀକ୍ଷଣ କରିବା ପାଇଁ ତାଙ୍କୁ ନିଯୁକ୍ତ କରାଯାଇଥଇଲା। ଆଉ ସେ ମଧ୍ୟ ମୁଁ ଏ ଦଳର ଜଣେ ସଚ୍ଚୋଟ କର୍ମୀ ବୋଲି ଗୁପ୍ତ ରିପୋର୍ଟ ଦେଉଥିଲେ। ଏସ୍ବୁ ଜାଣି ବି ଏତେଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାର ଗୋଟିଏ କାରଣ ଥିଲା। ଏଠାକାର ନିୟମ କାନୁନ ଏତେ ଶକ୍ତ ଥିଲା ଯେ, ଗୋଟିଏ ବିଭାଗର କଥା ଅନ୍ୟ ବିଭାଗକୁ ଜଣା ନ ଥିଲା। ସର୍ବୋପରି ଏହି ପ୍ରତିରକ୍ଷାପୁରୀର ନିର୍ମାଣ କୌଶଳ ଏତେ ଚାତୁରୀପୂର୍ଣ୍ଣ ଯେ, ତାହା ଜାଣିବାରେ ଟିକିଏ ମାତ୍ର ବ୍ୟତିକ୍ରମ ହେଲେ, ଆମର ଆଶା ପାଣି ଫାଟିଯିବାର ଯଥେଷ୍ଟ ସମ୍ବାବନା ରହିଥିଲା। କାରଣ ଦଳପତି ସର୍ବୋଚ୍ଚ ପରିଚାଳନା-ନିର୍ଦ୍ଦେଶକ। ଅସମ୍ବବ ଶକ୍ତିସଂପନ୍ନ ଥିଲେ ଏମାନେ। ଏ ଦଳର ପତନ ପରେ ଖୁବ୍ ଅଳ୍ପ ସମୟ ଭିତରେ ଆଉ ଗୋଟିଏ ଦଳ ସଂଗଠନ କରି ନେବାର କ୍ଷମତା ସେମାନଙ୍କର ଥିଲା। କାରଣ ଆଜିକାଲି ଅର୍ଥପିପାସା ଲୋକମାନଙ୍କର ଏତେ ପ୍ରବଳ ହୋଇଉଠିଛି ଯେ, ସେମାନେ ସେଥିପାଇଁ ଭଲମନ୍ଦର ବିଚାର ହରାଇ ବସିଛନ୍ତି। ଛାଡ଼ନ୍ତୁ, ମୁଁ ଆହୁରି ଅସଲ କଥା ଭୁଲିଗଲି। ବାହାରୁ ଏମାନଙ୍କର ସମସ୍ତ ସମ୍ପର୍କ ଛିନ୍ନ କରିବା ପାଇଁ ଯେପରି ଆଇଯ ଜି. ଇତ୍ୟାଦିଙ୍କୁ ମୁଁ କରଗତ କରିନେଲି, ସେହିପରି ଏମାନଙ୍କ ବିଶ୍ୱାସ ଜନ୍ମାଇ ଶତ୍ରୁଜିତ ବାବୁ, ଜୟନ୍ତ ଇତ୍ୟାଦି ଯେଉଁମାନେ ଏମାନଙ୍କ ପଛରେ ଲାଗିରହିଥିଲେ, ସେମାନଙ୍କୁ ଏଠାରେ ବନ୍ଦୀ ଭାବରେ ରଖିବା ଫଳରେ ମୋର ଦୁଇଟା ଉଦ୍ଦେଶ୍ୟ ସଂପୂର୍ଣ୍ଣ ହେଲା। ପ୍ରଥମରେ ଏମାନଙ୍କର ପରିଚାଳନା ପ୍ରଣାଳୀ ବିଷୟ ବାହାରେ କାହାରି ଜାଣିବାର